ଯଦି ଉପରୋକ୍ତ ବ୍ୟକ୍ତିବିଶେଷ ନ ଥାଆନ୍ତି ତେବେ ସେହି ସମ୍ପତ୍ତି ମୃତ ବ୍ୟକ୍ତିର ଅନ୍ୟ ସମ୍ପର୍କୀୟ ଯଥା ପିତାଙ୍କ ଦାୟାଦ ଏବଂ ଅନ୍ୟଥା ମାତାଙ୍କ ଦାୟାଦଙ୍କ ଅଧିକାରଭୁକ୍ତ ହେବ। ହିନ୍ଦୁ ଉତ୍ତରାଧିକାର ଅଧିନିୟମ ହେଉଛି ମୂଳ ଅଧିନିୟମର ଏକ ଐତିହାସିକ ସଂଶୋଧନ। ଏହା ଏକ ସଂଶୋଧନ ଅଧିନିୟମ ଭାବେ ପାଞ୍ଚ ପାଞ୍ଚ ସେପ୍ଟେମ୍ବର ଦୁଇ ହଜାର ପାଞ୍ଚରେ ଭାରତର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ନଅ ସେପ୍ଟେମ୍ବର ଦୁଇ ହଜାର ପାଞ୍ଚରେ ଭାରତରେ ଲାଗୁ ହେଲା। ଏହି ଅଧିନିୟମ ଫଳରେ ହିନ୍ଦୁ ଆଇନରେ ସମ୍ପତ୍ତିଗତ ଅଧିକାରରେ ପୁଅ ଏବଂ ଝିଅ ମଧ୍ୟରେ ଥିବା ପାର୍ଥକ୍ୟ ଲୋପ ପାଇଲା। ଏହି ସଂଶୋଧନ ଫଳରେ ହିନ୍ଦୁ ଉତ୍ତରାଧିକାରି ଅଧିନିୟମ ଉନାଇଶ ଶହ ଛପନର ଧାରା ଚାରି ଉପଧାରା ଦୁଇକୁ ବିଲୁପ୍ତ କରିଦିଆଗଲା। ପୁଣି ମୂଳ ଅଧିନିୟମର ଧାରା ଛଅ ସ୍ଥଳରେ ନୂତନ ସଂଶୋଧିତ ଧାରା ଅନୁସାରେ ତେବେ ମୂଳ ଅଧିନିୟମର ସଂଶୋଧିତ ଧାରା ଛଅର ଉପଧାରା ପାଞ୍ଚ ଅନୁସାରେ ଯଦି କୋଡ଼ିଏ ଡିସେମ୍ବର କିମ୍ବା ତତ ପୂର୍ବରୁ କୌଣସି ପୈତୃକ ସମ୍ପତ୍ତିର ଆଇନଗତ ଭାବେ ଅର୍ଥାତ ରେଜିଷ୍ଟ୍ରି ଦଲିଲ ମାଧ୍ୟମରେ କିମ୍ବା ଅଦାଲତି ଡିକ୍ରୀ ଅନୁସାରେ ଭାଗବଣ୍ଟା ହୋଇସାରିଥିବ ତେବେ ସେହି ସ୍ଥଳେ ଏହି ସଂଶୋଧିତ ଅନିନୀୟମ ଅଧିନିୟମ ଲାଗୁ ହେବ ନାହିଁ। ଭାରତୀୟ ସମ୍ବିଧାନର ଧାରା ଚଉଦ ଚଉଦ ଅଠର ଏବଂ ଏକୋଇଶିର ମୂଳ ଲକ୍ଷ୍ୟ ପୂରଣ ତଥା ସମାଜ ସଂସ୍କାର ଦିଗରେ ଏହା ଏକ ବିହିତ ପଦକ୍ଷେପ। କୋରାନର ସୁରା ପାଠ ପୂର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ନମସ୍କାର କରିବା। ପ୍ରତ୍ୟେକ ମୁସଲମାନ ପ୍ରତ୍ୟହ ପାଞ୍ଚ ଥର ନମାଜ ପାଠ କରିବାର ବିଧି ଅଛି। ମୁହଁ ହାତ ଧୋଇ ଖଣ୍ଡିଏ ମୁସଲ୍ଲାରେ ଆଣ୍ଠୁମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କା ଆଡ଼କୁ ମୁହଁ କରି ନମାଜ ପଢ଼ିବାକୁ ହୁଏ। ଦୈନିକ ନମାଜ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଈଶ୍ୱରୋପାସନା କରନ୍ତି ଏହାକୁ ଯୁମା ନମାଜ କହନ୍ତି। ଏହି ବିଶେଷ ନମାଜ ଇଦ ଦିନ ନଅଟାରୁ ଏଗାରଟା ପର୍ଯ୍ୟନ୍ତ କରାଯାଏ। ଈଶ୍ୱର ଏକମାତ୍ର ପ୍ରଭୁ ତାଙ୍କ ଛଡ଼ା ଅନ୍ୟ କେହି ପ୍ରଭୁ ନାହାନ୍ତି। ମହମ୍ମଦ ଈଶ୍ୱରଙ୍କ ପୈଗମ୍ବର ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ। ପ୍ରତିବର୍ଷ ରମଜାନ ମାସରେ ଇଦ ପର୍ବ ପୂର୍ବରୁ ତିରିଶି ଦିନ ପାଇଁ ଦିନତମାମ ପାଳିତ ହୁଏ ଉପବାସ ବ୍ରତ। ଧର୍ମଶାସ୍ତ୍ର ଅନୁଯାୟୀ ଶିଶୁ ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ସମସ୍ତେ ରୋଜା ପାଳିବାକୁ ଧର୍ମତଃ ବାଧ୍ୟ ଅଟନ୍ତି। ଏହି ଉପବାସରେ ଦିନଯାକ ଜଳଗ୍ରହଣ କରନ୍ତି ନାହିଁ। ରୋଜା ରଖୁଥିବା ଲୋକେ ସୂର୍ଯ୍ୟାସ୍ତ ପରେ ଇଫତାର କରନ୍ତି। ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ଇଫତାର କରିବାକୁ ହୁଏ। ରୋଜା ଖୋଲିବା ବେଳେ ପ୍ରଥମେ ସରବତ ପିଇବାକୁ ହୁଏ ତତ୍ପରେ ଅନ୍ୟ ଖାଦ୍ୟ ଖିଆଯାଏ। ଧର୍ମାର୍ଥ ନିଜ ରୋଜଗାର ଅନୁସାରେ ଜକାତ ଦେବା। ବାର୍ଷିକ ଆୟରୁ ହଜାରକେ ପଚିଶି ଟଙ୍କା ହିସାବରେ ଈଶ୍ୱରୋପାସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ। ଆର୍ଥିକ ସମ୍ବଳ ଥିଲେ ମକ୍କା ମଦିନା ଯାଇ ହଜ କରିବା। ମୁସଲମାନୀ ଜିଲ୍ହଜ ମାସର ଦଶମ ଦିନ ମୁସଲମାନମାନଙ୍କର ବକ୍ରୀଦ ପର୍ବ। ସେଦିନ ମକ୍କାକୁ ଯାଇ ହଜ କରନ୍ତି। ମୁସଲମାନମାନେ ଦୁଇ ସମ୍ପ୍ରଦାୟରେ ବିଭକ୍ତ ଶିଆ ଓ ସୁନ୍ନି। ବର୍ତ୍ତମାନ ମୁସଲମାନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଆହମ୍ମଦୀ ନାମକ ଏକ ନୂଆ ଶାଖା ପ୍ରବର୍ତ୍ତିତ ହୋଇଛି।